କେତେ ପ୍ରକାର ଗୁହାରିଆ। ତୁ କୋଉଠୁ ଆଇଛୁ? ଜଗବନ୍ଧୁ ତା ପାଖରେ ଛିଡ଼ା ହୋଇଥିବା ବୁଢ଼ୀଟିକୁ ପଚାରିଲା। 'ପଥରଲସାରୁ ବାପ! ' ପଥରଲସା? ଏମିତି ଗୋଟେ ଜାଗା ଅଛି କୋଉଠି? ଏଇ ରାଇଜରେ ନା ଦିଲ୍ଲୀ ବମ୍ବେରେ ବା! ଜଗବନ୍ଧୁ ନିଜର ଅଜ୍ଞତାକୁ ଲୁଚେଇ ତୁନି ପଡ଼ିଲା। ଖଦଡ଼ ପିନ୍ଧା ଟୋକା ଜଣେ ଖୁବ୍ ପାଟିତୁଣ୍ଡ କରୁଥିଲା। ସେ ନିଜକୁ ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ ବୋଲି କହୁଥିଲେ ସୁଦ୍ଧା ପୁଲିସ ତାକୁ ଭି ଭିତ ଭିରତକୁ ଛାଡ଼ୁ ନଥିଲା। ସେଥିପାଇଁ ସେ ଭାଷା ଅଭାଷାରେ କଣ କଣ ସବୁ ଗପିଯାଉଥିଲା। ତାର ସେ କଥାଗୁଡ଼ା ଜଗବନ୍ଧୁକୁ ଭାଷଣ ପରି ଶୁଭୁଥିଲା। ଶଳା, ଆମକୁ କାହିଁକି ଛାଡ଼ିବ? ତୁମର ତ ଚାରି ରକମର ଗେଟ୍। କାହା ପାଇଁ ମେଲା ମୁକୁଳା, କାହାକୁ ଗମ୍ଭୀରି ଘର, କାହା ପାଇଁ ସାହାଣ ମେଲା, ତୁମର କଣ କିଛି ନିୟମ ଅଛି? ମୋ ସ୍ଲିପ୍ଟା ବି ପଠଉନାହାନ୍ତି। ସି. ଏମ୍. ଜାଣିଲେ ସାଙ୍ଗେ ସାଙ୍ଗେ ଡାକନ୍ତେ। ସେ କହୁଥିଲା। ଜଗବନ୍ଧୁ ଟୋକାଟାର କଥା ସବୁ ବୁଝୁ ନଥିଲେ ବି ଲୋକଟି ଯେ ପୁଲିସବାଲାଙ୍କୁ ଗାଳି ଦଉଥିଲା ସେକଥା ସେ ବୁଝି ପାରୁଥିଲା। ସେଇଥିପାଇଁ ଜଗବନ୍ଧୁ ଖୁସି ହେଉଥିଲା। ତାକୁ ବି ସେ ପୁଲିସ ଗେଟ୍ ପାଖରୁ ବେକୁଆ ଦେଇ ତଡ଼ିଦେଇଥିଲା। ଟୋକାଟାର ଗାଳିରେ ତା ମନ କିଛି ପରିମାଣରେ ଶାନ୍ତ ହେଉଥିଲା। ଜଗବନ୍ଧୁ କାନ୍ଦ କାନ୍ଦ ଲାଗୁଥିଲା। ୟାଠୁଁ ଭଲ ହୁଅନ୍ତା ସେ ସେବତୀକୁ ନେଇ ସେଇ ଗାଁକୁ ପଳାନ୍ତା। କିନ୍ତୁ ଗାଁରେ ବା ତାର ଅଛି କିଏ? ବାପ ନାହିଁ, ମା ନାହିଁ। ଘର ଡିହ ଖଣ୍ଡକ କାଶି ଦାସ କୋଉକାଳୁ କବ୍ଜା କରିନେଇ ସେଥିରେ ବାଇଗଣ, କାକୁଡ଼ି, ପୋଇ, କଖାରୁ ଲଗଉଛି। ଜଗବନ୍ଧୁ ଗାଁକୁ ଫେରିଗଲେ ରହିବ କୋଉଠି? ନିଜ ଜନମ ଭୂଇଁରେ ଚିହ୍ନା ଲୋକଙ୍କ ମେଳରେ ବାରଦ୍ୱାର ହେବାଠାରୁ ଏଇ ଅଚିହ୍ନା ମୁଲକରେ ଅଘରୀ ହୋଇ ବୁଲିବା ଭଲ। ଗଲାବେଳେ ସୁବିଧା ଦେଖି ଜଗବନ୍ଧୁ ମୁକୁନ୍ଦ ଏକଥା ପଚାରିଲା। ମୁକୁନ୍ଦ କହିଲା, "ହଁ, ଭାରି ଟାଣୁଆ ନେତା। ବୀରବାବୁ ଫୋନ୍ କଲେ ପୁଲିସ ଖୁନୀ ଆସାମୀକୁ ସୁଦ୍ଧା ଛାଡ଼ିଦିଅ। କଲେକ୍ଟର ଚଉକୀରୁ ଉଠିପଡ଼ନ୍ତି। ତାହା ନ ହୋଇଥିଲେ ଏତେ ଲୋକ ଏଠିକି ଆସନ୍ତେ କାହିଁକି? " ଜଗବନ୍ଧୁ ସେଇ ଭିଡ଼ ଉପରେ ଆଖି ବୁଲେଇ ଆଣିଲା। ମୁଖ୍ୟମନ୍ତ୍ରୀ ଘର ସାମ୍ନାରେ ଯେମିତି ଭିଡ଼, ଏଠି ବି ଠିକ୍ ସେହିପରି ଭିଡ଼। ଏଠି ଯାହା ଗାଡ଼ିଘୋଡ଼ା ସଂଖ୍ୟା ଟିକେ କମ୍। ଗୁହାରିଆଙ୍କ ଭିଡ଼ ଦେଖି ଜଗବନ୍ଧୁ ଜାଣିଲା ଯେ ଏଇ ସହରରେ ସେଇ ଏକା ଦୁଃଖରେ ନାହିଁ। ତା ପରି ଶହ ଶହ ଲୋକ ଦୁଃଖରେ ଅଛନ୍ତି। ସେ ଗୋଟେ ଦେବଦାରୁ ଗଛ ଛାଇରେ ଯାଇ ବସିପଡ଼ିଲା। ମୁକୁନ୍ଦ କହିଲା, 'ଦଳବେହେରା ଯାଇଛି ସିଲିପ୍ ଦେଇଆସିବ। 'ସିଲିପ୍! ସେଇଟି କଣ? ବୀରବାବୁଙ୍କର ତହିଁରେ କି କାମ? ବୀରବାବୁଙ୍କର କାମ ନାହିଁ। କାମ ଆମର। ସେଇ ଟିପଣାରେ ସେ ଆମ ବସ୍ତିବାଲାଙ୍କ ନାଁ, ଗାଁ ଲେଖିଦେଇ ଆସିବ। ନହେଲେ ବୀରବାବୁ କେମନ୍ତେ ଜାଣିବେ ଯେ ଆମେ ତାଙ୍କୁ ଭେଟିବାକୁ ଆସିଛୁ। ଓ ହୋ! ଜଗବନ୍ଧୁ ସେଇଠି ବସିରହି କାହ୍ନୁ ଓ ସେବତୀଙ୍କ କଥା ଭାବିହେଲା। ତାର ହସଖୁସିର ଦିନଗୁଡ଼ା ମନେପଡ଼ି ଯାଉଥିଲା। କେତେ କେତେ କଥା ଯେ ଭାବିଥିଲା। କାହ୍ନୁକୁ ସ୍କୁଲରେ ଭର୍ତ୍ତି କରିଥାନ୍ତା, ସେବତୀ ପାଇଁ ଗୋଟେ ରୁପାଚେନ୍ କିଣିଥାନ୍ତା। କିନ୍ତୁ କିଛି କୁଆଡେ ହେଲା ନାହିଁ। ତା' ଉପରେ ପୁଣି ଏଇ ଘରଚିନ୍ତା। ବୀରବାବୁଙ୍କ ଘର ସାମ୍ନାରେ ଭିଡ଼ ବଢ଼ୁଥାଏ। ଦଳ ଦଳ ହୋଇ ଧୋତିପିନ୍ଧା ଲୋକ, ମୁଛବାଲା ଗଜା ଟୋକା, ଧୋକଡ଼ା ବୁଢ଼ାବୁଢ଼ୀ ଆସୁଥାନ୍ତି ଓ ଗୁହାରି ଜଣେଇ ଚାଲିଯାଉଥାଆନ୍ତି। ବୀରବାବୁଙ୍କ ଘର ବାରଣ୍ଡାରେ ବାବୁଟିଏ ବସି ଗୋଟେ ଖାତାରେ ସମସ୍ତଙ୍କର ନାଁ ଗାଁ ଟିପି ରଖୁଥାଏ। ସାମ୍ନାରେ ଦି ଜଣ ପୁଲିସ ବନ୍ଧୁକ ଧରି ପଇଁତରା ମାରୁଥାଆନ୍ତି। ତା ଆଖିର ପୁଅଡୋଳା ଚକ୍ରପରି ଖାଲି ଚାରିଆଡ଼େ ଘୂରି ବୁଲୁଥାଏ। ଜଗବନ୍ଧୁର ଆଖି ଗୋଟାଏ ପୁଲିସର ଆଖି ସାଙ୍ଗରେ ଧକ୍କା ଖାଇଲା କ୍ଷଣି ସେ ତଳକୁ ମୁହଁ ପୋତିଦେଲା। ଦଳବେହେରା ଆସି କହିଲା, "ବୀରବାବୁଙ୍କ ମିଜାଜ ଆଜି ବି ଭଲ ନାହିଁ। ସେ ଭାରି ବିଗିଡ଼ା ବିଗିଡ଼ି କରୁଛନ୍ତି। ତେବେ ମୁଁ ଆମ ଟିପଣା ଦେଇ ଆସିଛି। ସେ ନିଶ୍ଚୟ ଡାକିବେ।